ତା'ର ଗୋଟିଏ ବୋଲି ପୁଅ। ପୁଅଟି ବୋକା। ପୁଅଟି ବଡ଼ ହେବାରୁ ବାପା ତାକୁ ବାହା କରିଦେବାକୁ ସ୍ଥିରକଲେ। ପୁଅ କହିଲା-''ମୋ ଲାଗି ଏପରି ଝିଅଟିଏ ଯୋଗାଡ଼ କରିବ ଯେ ପ୍ରତିଦିନ ମୋଠାରୁ ଯୋତାରେ ପାଞ୍ଚପାହାର ଖାଇବାକୁ ରାଜିଥିବ। '' ମହାଜନ ଭାବିଲା, ଏହା ତ ଗୋଟିଏ ବିଷମ କଥା। ପ୍ରତିଦିନ ଯୋତାରେ ପାଞ୍ଚପାହାର ଖାଇବାକୁ ପ୍ରସ୍ତୁତ ଥିବା ଝିଅଟିଏ ବା କାହୁଁ ମିଳିବ? ବାସ୍ତବିକ୍ ଏହି କଥା ଶୁଣି କୌଣସି ଲୋକ ଝିଅ ବା ଭଉଣୀକୁ ବିଭା ଦେବାକୁ ରାଜି ହେଲାନାହିଁ। ବହୁଦିନ ପରେ ଜଣେ ମହାଜନର ଝିଅ ଏଇ ସର୍ତ୍ତରେ ବାହା ହେବାକୁ ରାଜିହେଲା। ଖୁବ୍ ଜାକଯମକରେ ସେହି ମହାଜନ ପୁଅ ସଙ୍ଗେ ସେଇ ଝିଅର ବିଭାଘର ହେଲା। ବହୁତ ବାଜା ବାଜିଲା। ବାଣ ଫୁଟିଲା। ନାଚ ଗୀତ ବି ହେଲା। ମହାଜନ ଘର ଝିଅ ବୋହୂହୋଇ ଶାଶୂ ଘରକୁ ଆସିଲା। ମହାଜନ ପୁଅ ଖୁବ୍ ଖୁସି। ସର୍ତ୍ତ ଅନୁସାରେ ସେ ଯୋତା ନେଇ ସ୍ତ୍ରୀ ପାଖକୁ ଗଲା; ମାତ୍ର ବୋହୂଟି ଥିଲା ଖୁବ୍ ବୁଦ୍ଧିଆ। ସେ କହିଲା-''ଆପଣ ନିଶ୍ଚୟ ମୋତେ ପାଞ୍ଚ ଯୋତା ମାରିବେ; ମାତ୍ର ତାହା ଏବେ ହୋଇପାରିବନାହିଁ। ଯେତେବେଳେ ଆପଣ ଟଙ୍କା ପଇସା ରୋଜଗାର କରି ଘରକୁ ଆଣିବେ, ମୋତେ ସେତେବେଳେ ମାରିବେ। ଏବେ ତ ମୁଁ ଶ୍ୱଶୁରଙ୍କ ସମ୍ପତ୍ତି। ମୋ ଉପରେ ଆପଣଙ୍କର କିଛି ଅଧିକାର ନାହିଁ। '' ସ୍ତ୍ରୀର କଥାଟା ପୁଅର ମନକୁ ଭେଦିଗଲା। ପ୍ରକୃତରେ ବାପାଙ୍କ ଟଙ୍କାରେ ଏଇ ଝିଅଟା ଘରକୁ ଆସିଛି। ସତକୁ ସତ ସେ ଅରୋଜଗାରୀ। ମନେ ମନେ ସ୍ଥିରକଲା ଯେପରି ହେଉ ସେ ବହୁତ ଧନ କମାଇବ ଓ ତା'ପରେ ଆସି ନିଜ ସ୍ତ୍ରୀକୁ ପାଞ୍ଚଯୋତା ମାରିବ। କିଛିଦିନ ପରେ ସେ ବାପାଙ୍କ। ପାଖକୁ ଯାଇ କହିଲା-''ବାପା! ମୋତେ କିଛି ଟଙ୍କା ଦିଅ, ମୁଁ ବିଦେଶକୁ ବେପାର କରିବାକୁ ଯିବି। '' ପୁଅର ଧନ ଅର୍ଜନ କରିବାକୁ ମନହୋଇଛି ଦେଖି ମହାଜନ ଖୁସିହେଲା। ପୁଅକୁ ବହୁତ ଧନ ଦେଲା। ପୁଅ ବିଦେଶକୁ ଅନୁକୂଳ କଲା। ମହାଜନ ପୁଅ କେତେବାଟ ଗଲାପରେ ଗୋଟିଏ ଗ୍ରାମରେ ଚଟିଘରେ ବିଶ୍ରାମ ନେଲା। ଯେଉଁଠି ରହିଲା, ତା' ପାଖରେ ଗୋଟିଏ ଦୁଷ୍ଟା ସ୍ତ୍ରୀ ଲୋକର ଘର। ସ୍ତ୍ରୀ ଲୋକଟି ମହାଜନ ପୁଅ ପାଖକୁ ଆସି ଦେଖିଲା, ତା' ପାଖରେ ବହୁତ ଜିନିଷପତ୍ର ଅଛି। ସେ କହିଲା-''ସାଆନ୍ତ! ଆପଣ ଏଠାରେ କାହିଁକି ଏକୁଟିଆ ରହୁଛନ୍ତି। ଆସନ୍ତୁ ମୋ ଘରେ ରହିବେ। '' ମହାଜନ ପୁଅ ସେହି ସ୍ତ୍ରୀ ଲୋକ କଥାରେ ରାଜି ହୋଇଗଲା। ଆପଣା ଗଣ୍ଠିଲିପତ୍ର ନେଇ ତା' ଘରେ ପହଞ୍ଚିଲା। ସେଠାରେ ଖାଇ ପିଇ ଶୋଇପଡ଼ିଲା। ସେ ଶୋଇବା ପରେ ସ୍ତ୍ରୀ ଲୋକଟି ନିଜର ରୁପାର କଟରାଟିକୁ ଆଣି ମହାଜନ ପୁଅର ଗଣ୍ଠିଲି ଭିତରେ ଲୁଚାଇ ଦେଲା। ସକାଳ ହେଲା, ଲୋକମାନେ ଉଠି ଯେ ଯାହା କାମରେ ବାହାରିଲେ। ଏହି ସମୟରେ ସ୍ତ୍ରୀ ଲୋକଟି ବଡ଼ପାଟିରେ ଡାକ ପକାଇଲା-''ହେ ଭଗବାନ୍! ମୋ ରୁପା କଟରାଟି କିଏ ନେଇ ଯାଇଛି। '' ଲୋକ ଜମିଗଲେ। ମହାଜନ ପୁଅକୁ ପଚରାଗଲା। ସେ କହିଲା-''ମୋତେ କ'ଣ ସବୁ ତୁମେ ଗରିବା ଲୋକ ଭାବିଛ? ମୁଁ କାହିଁକି ତୁମ କଟରାକୁ ନେବି। '' ସ୍ତ୍ରୀ ଲୋକଟି କହିଲା-''ଏତେ କଥାରୁ କ'ଣ ମିଳିବ? ତୁମ ଗଣ୍ଠିଲି ଖୋଲ, ଯଦି ସେଥିରୁ ମୋ କଟରା ବାହାରିବ ତେବେ ତୁମ ଗଣ୍ଠିଲିରେ ଥିବା ଜିନିଷତକ ମୁଁ ନେବି। ଯଦି ଗଣ୍ଠିଲିରେ ମୋ କଟରା ନଥିବ, ତେବେ ମୋ ଘରର ସମସ୍ତ ଜିନିଷ ତମେ ନେବ। '' ମହାଜନ ପୁଅର ଧାରଣା ତା' ଗଣ୍ଠିଲିରେ କଟରା ନାହିଁ। ଏଣୁ ସେ କଥାରେ ସେ ରାଜି ହୋଇଗଲା; ମାତ୍ର ଗଣ୍ଠିଲିରେ ଯେ କଟରାଟି ଅଛି, ଏ କଥା ସେ ଜାଣେନା। ଗଣ୍ଠିଲିଟି ଖୋଲିବାରୁ କଟରାଟି ବାହାରିଲା। ସମସ୍ତଙ୍କ ଆଗରେ ତ ସେ ମାନିଛି। ଏଣୁ ସେଇ ସ୍ତ୍ରୀ ଲୋକଟିକୁ ସେ ତା'ର ଗଣ୍ଠିଲିଟି ଦେବାକୁ ବାଧ୍ୟହେଲା। ମହାଜନ ପୁଅ ପାଖେ ଆଉ ଅଳ୍ପ ଜିନିଷ ଥାଏ। ସେତକ ନେଇ ସେ ସେଠାରୁ ବାହାରି ପଡ଼ିଲା। ଗଣ୍ଠିଲିଟି ହରାଇଥିବାରୁ ତା' ମନରେ ଦୁଃଖ। ଗାଁ ଗଣ୍ଡା ଛାଡ଼ି ସେ ବହୁତ ଦୂରକୁ ଯାଇ ଗୋଟାଏ ଜଙ୍ଗଲରେ ପହଞ୍ଚିଲା। ସଞ୍ଜ ହୋଇଆସୁଥାଏ। ଏତିକିବେଳେ ଜଣେ ଛୋଟା ଲୋକ ସଙ୍ଗରେ ତା'ର ଦେଖାହେଲା। ସେ ତା' ପାଖକୁ ଆସି ନମସ୍କାର କଲା।